ସେତେବେଳେ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଗଲାଣି। ଟେବୁଲ୍ ପାଖରେ ସେ ଭାବୁଥିଲା କେଡ଼େ ଅଦ୍ଭୁତ ଏଇ ସାଗରୀକା; ସାଗର ପରି ଗଭୀର-ସାଗର ପରି ଅନନ୍ତ। ତାକୁ ବୁଝି ହୁଏନା-ଜାଣି ହୁଏନା-ଧରି ହୁଏନା। ସେ କ'ଣ? କେଉଁଠି ତା'ର ଆରମ୍ଭ; କେଉଁଠି ତା'ର ଶେଷ? କ'ଣ ସେ ଚାହେଁ, କ'ଣ ସେ ଦିଏ, କ'ଣ ସେ ଖୋଜେ? ସେ ଗୋଟି ଗୋଟି ତା'ର ହାତଲେଖା ଚିଠି ସବୁ ପଢ଼ି ଚାଲିଥିଲା। ହୃଦୟର କେତେ ଅଭିବ୍ୟକ୍ତି ନେଇ ସେ ଚିଠିଗୁଡ଼ିକ ଜୀବନ୍ତ। କେତେ ଉନ୍ନିଦ୍ର ରଜନୀର ଅନୁଭୂତିରେ ସେହି ଶୁଷ୍କ ନୀରସ କାଗଜ ଖଣ୍ତଟିମାନ ପ୍ରାଣବନ୍ତ; ଅଥଚ ଏତେ ନିଷ୍ଠୁର ଭାବରେ ସେସବୁକୁ କିପରି ଫେରାଇ ଦେଇ ପାରିଲା ସାଗରୀକା। ଦୁଆର ମୁହଁରେ ଏଇ ସମୟରେ ଶବ୍ଦ ଶୁଭିଲା। କିଏ ଗୋଟିଏ ଠକ୍ ଠକ୍ କରୁଛି। ସେ କବାଟ ଖୋଲିଲା। ଘର ଭିତରକୁ ପଶି ଆସିଲା ବର୍ଷର ଛୋଟ ପିଲାଟିଏ। ରମେଶ। ସାଗରୀକାର ଘର ପାଖରେ ତା'ର ଘର। କହିଲା-''କୁନି ଅପା ଏ ଚିଠି ଦେଇଛନ୍ତି ନିଅ। ମୋତେ ଏ ତୋଟାବାଟେ ତୁମ ଘରକୁ ଆସିବାକୁ ଡର ମାଡ଼ିବ ବୋଲି ମୁଁ ମନା କରୁଥିଲି। ସେ କାନ୍ଦିଲେ। ତାଙ୍କ କାନ୍ଦ ପାଇଁ ମୁଁ ଆସିଲି ଖାଲି ଯାହା। '' ନୀହାରର ବଡ଼ ଦୟାହେଲା ରମେଶ କଥାରେ। ଏଡ଼େ ଛୋଟ ପିଲାଟିଏ, ଅନ୍ଧାର ରାତିରେ ଏକୁଟିଆ ଏତେ ବାଟ ଆସିଛି। ସାଗରୀକା ପ୍ରତି ଅଶେଷ କାରୁଣ୍ୟରେ ତା'ର ଅନ୍ତର ଭରିଗଲା। ସେ ଚିଠି ପଢ଼ିନି। କିନ୍ତୁ ସେ ଜାଣିଲା ସାଗରୀକା ଭାଜି ପଡ଼ିଛି। ତା' ନ ହୋଇଥିଲେ ଏତେ ରାତିରେ ଗୋଟିଏ ପିଲାକୁ ଏତେ ଅନୁରୋଧ କରି ସେ ପଠାଇଥାନ୍ତା କାହିଁକି। ରମେଶକୁ ଅଧା ବାଟରେ ଛାଡ଼ିଦେଇ ଆସି ସେ ଚିଠି ଖୋଲିଲା। ତା'ର ଅନୁମାନ ସତ। ସାଗରୀକା ରାଗ, ଅଭିମାନ ଦୁଃଖରେ ଲେଖିଛି-''କାହିଁକି ମୋତେ ଭଲପାଇଲ ତୁମେ? କାହିଁକି ପୁଣି ଆଜି ଏତେ ନିଷ୍ଠୁର ଭାବରେ ଅବିଶ୍ୱାସ କଲ। ମୋର କୁମାରୀ ଜୀବନରେ ଯେଉଁ ସ୍ପନ୍ଦନ ସୃଷ୍ଟି କରିସାରି ଆଜି ମୋତେ ଅବହେଳା କଲ ତା'ର ପରିଣତି ଲାଗି ତୁମେ ଦାୟୀ ହେବ। '' ଚିଠିଟି ପଢ଼ିସାରି ବନ୍ଦ କରିଦେଲା ନୀହାର। ସାଗର ନିଜର ଭୁଲ୍ ନିଜେ ବୁଝିପାରିଛି। ଏ ରାଗ ନୀହାର ଉପରେ ନୁହଁ-ତା' ଉପରେ। ସେଇଥିପାଇଁ ସେ ଆତ୍ମହତ୍ୟାର ଚିନ୍ତା କରିଛି। ତା' ନିଜ ଭିତରର ପ୍ରେତ ତାକୁ ଡରାଉଛି। ସେ ନିଜେ ନିଜ ଉପରେ ଅଭିମାନ କରିଛି। ହସିଲା ନୀହାର। ତା'ର ସବୁ ଚିନ୍ତା ଆପେ ଆପେ ଦୂର ହୋଇଗଲା। ସେ ଜାଣେ, ଆଉ ଅତି ଭଲ କରି ଜାଣେ ଯେ ସାଗର ତା' ଉପରେ କେବେହେଲେ ରାଗିପାରିବନି। କଥା କଥାକେ ସେ ଅଭିମାନ କରିବ ସିନା; କିନ୍ତୁ ନୀହାରର ପଦେ କଥା ଶୁଣିଲେ, କି ଆଖିରେ ଟୋପାଏ ଲୁହ ଦେଖିଲେ ତା'ର ସବୁ ଅଭିମାନ ଆପେ ଆପେ ମଉଳି ଯିବ। ସେ ଜମା ଧୈର୍ଯ୍ୟଧରି ରହିପାରିବନି ତଥାପି ତାକୁ ଚିଡ଼ାଇବାକୁ ନୀହାରକୁ ଭାରୀ ଭଲ ଲାଗେ। ସାଗରୀକା ଅଭିମାନ କଲେ ତା' ଆଖିକୁ ଆହୁରି ସୁନ୍ଦର ଦେଖାଯାଏ। ତା'ର ସୁନ୍ଦର ଗୋଲାପୀ ଚିବୁକ ଥରି ଥରି ଉଠେ; ଠିକ୍ ଝଡ଼ ବତାସିର ଆଘାତରେ ଥରୁଥିବା ଗୋଲାପ-ଫୁଲର କୋମଳ ପାଖୁଡ଼ା ପରି। ବାଁ ଗାଲର ଛୋଟ ତିଳ ବିନ୍ଦୁଟି ତା'ର ଅଭିମାନିଆଁ ମୁହଁକୁ ବେଶ୍ ମାନେ। ସତେ ଯେମିତି ଗୋଲାପ-ପାଖୁଡ଼ାକୁ କିଏ ପୁଣି ତୂଳୀରେ ଆଙ୍କିଛି। ନୀହାର ହସି ହସି କହେ-''ତୁମେ ଅଭିମାନ କଲେ ମୋତେ ଭାରୀ ମଜା ଲାଗେ; ସାଗର! ଇଚ୍ଛାହୁଏ ତୁମେ ସବୁଦିନ ଅନ୍ତତଃ ଥରେ ଲେଖାଏ ଏମିତି ଅଭିମାନ କରନ୍ତ କି? ସାଗରୀକା ଏପରି କଥାରେ ଭଲା କ'ଣ କରିବ? ସେ ନ ହସି ରହିପାରେ ନାହିଁ। ଭୁଲିଯାଏ ଯେ ସେ ଅଭିମାନ କରିଛି। କୃତ୍ରିମ ରାଗରେ କହେ-''ଚୁପ୍-ଫାଜିଲ୍ ଭାରୀ। '' ତା' ପର ଦିନ ସକାଳୁ ନୀହାର ନ ଉଠୁଣୁ ସାଗରୀକା ଆସି ତା' ଘରେ ହାଜର। କହିଲା-''ମୋ ଚିଠି ସବୁ ଫେରାଇ ଦିଅନ୍ତୁ; ଆଉ ହେଇଟି ନିଅନ୍ତୁ ଆପଣଙ୍କର ଏ ଦୁଇଖଣ୍ତ ବହି, ଏ ପେନ୍। ସବୁ ନେଇଯାନ୍ତୁ। '' ଅଭିମାନିନୀ ସାଗରୀକାକୁ ଚାହିଁଲା ନୀହାର। କହିଲା-''ହଉ ବସ-ନେବ ତ ଏମିତି ତରତର କାହିଁକି? '' ନୀହାରର ଏଇ ଗମ୍ଭୀର କଥା ଶୁଣି ଚଟ୍କରି ପଛକୁ ବୁଲିପଡ଼ି ତା' ମୁହଁକୁ ଅନାଇ ଦେଲା ସାଗର।